ତା' ପରେ ଇତ୍ୟାଦି ଇତ୍ୟାଦି ଅବିକଳ ସେଇ ଢାଞ୍ଚାରେ ଯେମିତି ଉଡ଼େଇ ଦେଇଥିଲେ ସେମାନେ ଦେବଚାନ୍ଦକୁ ଛ'ମାସ ତଳେ। ମୋ ବିରୁଦ୍ଧରେ ସେମାନଙ୍କର ଅନେକ ଗୁଡ଼ିଏ କେସ୍ ଚାଲିଥିଲା। କ୍ରିମିନାଲ, ହେଲଥ୍ ଆକ୍ଟ, ଆର୍ମସ୍ ଅମ୍ୟୁନିସନ୍ ଆକ୍ଟ ବିରୁଦ୍ଧାଚରଣ କରିବା ଏପରି କି ପବ୍ଲିକ୍ ହେଲ୍ଥ ନିୟମ ଭଙ୍ଗ କରିବା ଇତ୍ୟାଦି। କିନ୍ତୁ ମୁଁ ବରାବର ଡିଫେଣ୍ଡ୍ କରୁଥିଲି ସେଇ ଗୋଟିଏ ଘଟଣାକୁ ନଜିର୍ ଦେଇ-ହାଟ ଭିତର ଘଟଣାକୁ। ପ୍ରମାଣ କରିବାକୁ ଚେଷ୍ଟା କରୁଥିଲି ଯେ ଘଟଣାଟା କିଛି ନାହିଁ କେବଳ ପଲିଟିକାଲ୍ ସୁଦୁ ପଲିଟିକାଲ୍। ମୋର ସବୁଠୁଁ ବଡ଼ ନଜର୍ ଥିଲା କେସ୍ ଗୁଡ଼ାକ ଉପରେ ନୁହେଁ-ପବ୍ଲିକ୍ ଓପିନିଅନ୍ର ପ୍ରତିଧ୍ଵନି ଅନିର୍ଦ୍ଦିଷ୍ଟ ନ ଥିଲା। ମୁଁ ଯେ ପଲିଟିକାଲ୍ ଭିକ୍ଟିମାଇଜେସନ୍ର ଏକ ନମୁନା-ପ୍ରେସ୍ରୁ ଶୁଣାଯାଉଥିଲା ବଡ଼ ଜୋର୍। "ୟୁ ଡିଡ଼୍ ୱେଲ୍, ଭଲ କଲୁ", ଦେବଚାନ୍ଦ୍ ପରେ ମତେ କଂଗ୍ରାଚୁଲେସନ୍ ଜଣାଇଥିଲା ଆଉ ସ୍ଵୀକାର କରିଥିଲା, "କ୍ଲବ୍ଠାରୁ ହାଟ ଭଲ, ଭାରି ଭଲ ଜାଗା, ବନ୍ଧୁ! " ଧରିତ୍ରୀ, ପଞ୍ଚମ ଜନ୍ମ-ବାର୍ଷିକୀ ବିଶେକ୍ଷାଙ୍କ, ଜାତୀୟ ଶୋକର ଅଧିକାରୀ ପୃଥିବୀରେ ଅନେକ ଶିକାର ସାହିତ୍ୟ ଅଛି। ବହୁ ବିଶିଷ୍ଟ ଶିକାରୀଙ୍କର ଶିକାର ଅନୁଭୂତି ସାହିତ୍ୟ ଆକାରରେ ଲିପିବଦ୍ଧ ହୋଇଛି। -ମ୍ୟାନ୍ ଇଟରସ୍ ଅଫ୍ ସାଭୋଠାରୁ ମ୍ୟାନ୍ ଇଟରସ ଅଫ୍ କୁମାଓଁ ପର୍ଯ୍ୟନ୍ତ। କିନ୍ତୁ ମାଙ୍କଡ଼ ମାରଣ, ମାଙ୍କଡ଼ ଶିକାର ନୁହେଁ, ମାଙ୍କଡ଼ ମରଣ ଅନୁଭୂତିକୁ ଘେନି ବେଶି କିଛି ସାହିତ୍ୟ ଏପର୍ଯ୍ୟନ୍ତ ମୋର ଦୃଷ୍ଟି ଗୋଚର ହୋଇନାହିଁ। ମାତ୍ର ନଅବର୍ଷ ବୟସ ବେଳେ ଏକ ମାଙ୍କଡ଼ ମାରଣ ସମିତିର ସଭ୍ୟ ହିସାବରେ ମୋର ଏକ ପ୍ରଗାଢ଼ ଅନୁଭୂତିକୁ ମୁଁ ଏଠାରେ ଲିପିବଦ୍ଧ କରୁଛି ଏହି କାରଣରୁ ଯେ ବିଶ୍ଵ ସାହିତ୍ୟ ନ ହେଲେ ମଧ୍ୟ ଅନ୍ତତଃ ଓଡ଼ିଆ ସାହିତ୍ୟର ସମୃଦ୍ଧ ଦୃଷ୍ଟିରୁ ମୋର ସେ ବିଚିତ୍ର ଅନୁଭୂତି ପାଠକମାନଙ୍କୁ ପ୍ରାଣୀ ଶିକାର ବା ଜୀବନ ମାରଣ ସମ୍ପର୍କରେ କିଛି ଯୁଗୋପଯୋଗୀ ଉପଲବ୍ଧି ଯୋଗାଇବାରେ ସାହାଯ୍ୟ କରିପାରିବ। ଏଇ ତ କହିଲି-ମତେ ସେତେବେଳେ ବୟସ ମାତ୍ର ନଅ ବର୍ଷ। ମାତ୍ର ମାସ କେତୋଟି ପୂର୍ବରୁ ମୋ ବୋଉ 'ସଂଗୃହୀତ ଗ୍ରହଣୀ' ନାମକ ଏକ ଦୁଃସାଧ୍ୟ ରୋଗରେ ଛ'ମାସ ବେମାର ପଡ଼ି ମରିଥାଏ। ମୋର ବାପା ଜଣେ ସ୍କୁଲ ଶିକ୍ଷକ ଓ ଗାଁ। ଠୁଁ ଚାଳିଶ ମାଇଲ ଦୂରରେ କୌଣସି ସ୍ଥାନରେ ଚାକିରି କରୁଥିବା ହେତୁ ବର୍ଷରେ କେଇଦିନ ମାତ୍ର ସ୍କୁଲ ଛୁଟି ଉପଲକ୍ଷେ ଆମେ ପିତାପୁତ୍ର ଏକତ୍ର ହେଉଥାଉ। ଆମ ଗାଁରେ ମୁଁ ଏକା। ମୋର ରକ୍ଷୟିତ୍ରୀ ଜଣେ ଅନ୍ୟ ଶ୍ରେଣୀର ସ୍ତ୍ରୀଲୋକ ଯେ ମତେ ରୋଷେଇ ବାସ କରି ଖାଇବାକୁ ଦିଏ ଅବଶ୍ୟ। କିନ୍ତୁ ମାତୃ ସ୍ନେହ କିପରି ଦେବାକୁ ହୁଏ ବିଚାରୀକୁ ଜଣା ନ ଥିବା ହେତୁ ଗଭୀର ନିଶାର୍ଦ୍ଧରେ ମତେ ଗୋଟିଏ ଘରେ ଏକୁଟିଆ ଶୋଇବାକୁ ଛାଡ଼ିଦେଇ ସେ ବିଚାରୀ କୁଆଡ଼େ ଅଦୃଶ୍ୟ ହୋଇଯାଏ। ସାରା ରାତି ଅନ୍ଧାରକୁ ଚାହିଁ ଚାହିଁ ଏପରି କେତେ ରାତି ମୁଁ ସେତେବେଳକୁ କାଟି ସାରିଥିବା ନିଶ୍ଚୟ। ତେଣୁ ମାତୃବିଚ୍ଛେଦ, ଅନ୍ଧାର, ଏକାକୀତ୍ଵ ପ୍ରଭୃତି ଯାହା କିଛି କୁହନ୍ତୁ ନା କାହିଁକି ସେ ସବୁ ମୋର ଏକ ପ୍ରକାର ଦିହସୁହା ହୋଇ ସାରିଥାଏ ବା ହୋଇ ଆସୁଥାଏ। କହିଲେ, "ଆସୁନା। ଆଜିକାଲିକାର ଛୁଆ ଓଳିଆରୁ ପଡ଼ି ଗଜା। ଆଜିକାଲି ଯାହା କାମ କର ସାଥିରେ ପିଲା ଡଜନେ ଧରିବା ଦରକାର। ମହାଭାରତ ଯୁଦ୍ଧରେ ତ ପୁଣି ଅଭିମନ୍ୟୁ, ଘଟୋତ୍କୋଚ, ବେଲଳସେନ